ସେ କହିଉଠିଲେ—ମିସେସ ଚନ୍ଦ୍ରାବତୀ ଦାସଙ୍କୁ ଆପଣ ଜାଣିଛନ୍ତି ନିଶ୍ଚୟ? ବିସ୍ମୟରେ ସରିତାର ଚକ୍ଷୁ ଦୁଇଟା ଶତ୍ରୁଜିତଙ୍କ ଉପରେ ଲାଗିରହିଲା। ଚନ୍ଦ୍ରାବତୀ ଦାସ... କାହିଁ... କିଛି ସମୟ ମନେ ପକାଇବାକୁ ଚେଷ୍ଟା କରି ବ୍ୟର୍ଥ ହୋଇ ସେ କହିଲା—ଏଭଳି ନାମ ତ ମୁଁ କେବେ ଶୁଣିନାହିଁ। ପରିଚୟ ତ ଦୂରର କଥା। ଅର୍ଥାତ୍ ସେ ଆଜି ଆପଣଙ୍କ ମାଆଙ୍କର ଘନିଷ୍ଟ ଅନ୍ତରଙ୍ଗତାର ପରିଚୟ ମୋ ଆଗରେ ଦେଉଥିଲେ... ମୋ ମାଆଙ୍କର! ଚମକି ଉଠିଲା ସରିତା। ହଁ। ଗତକାଲି ସେ ଆପଣଙ୍କୁ ଦେଖା କରିବାକୁ ଏଇଠିକି ଆସିଥିଲେ। ଆଉ ଆପଣଙ୍କ ସହିତ ଦେଖା କରିବାକୁ ସେ ଏକ ଚିଠି ମଧ୍ୟ ପଠାଇଥିଲେ। କିନ୍ତୁ ଆପଣ ତାଙ୍କୁ ଦେଖା କରିବେ ନାହିଁ ବୋଲି ସିଧାସଳଖ ମନା କରିଦେଲେ। ଆପଣ କ'ଣ କହୁଛନ୍ତି ମିଷ୍ଟର ଶତ୍ରୁଜିତ୍? ମୋତେ ବିଶ୍ୱାସ କରନ୍ତୁ, କାହାର ଚିଠି ମୁଁ ପାଇନାହିଁ। ଆଉ କାଲି ଏଇଭଳି ଏକ ନାମରେ କୌଣସି ମହିଳାଙ୍କୁ ଦେଖା କରିବାକୁ ମୁଁ ମନା କରିନାହିଁ। ପରିଚାରିକା ବରାଦ ଅନୁସାରେ ଖାଦ୍ୟ ଆଣି ପରିବେଷଣ କରିଗଲା। ଖାଦ୍ୟ ଆସିଯିବା ସଙ୍ଗେ ସଙ୍ଗେ ସେ ନିକଟସ୍ଥ ଏକ ଟ୍ୟାପ୍ରୁ ହାତ ଧୋଇ ଆସି ଖାଇବାରେ ଲାଗିପଡ଼ିଲା-। ଗଭୀର ଭାବରେ ତାକୁ ଅନୁଧ୍ୟାନ କରୁଥିଲେ ଶତ୍ରୁଜିତ୍। ସେ ଯେମିତି ଖୁବ୍ କ୍ଷୁଧାର୍ତ୍ତ ହୋଇପଡ଼ିଥିଲା। ନଜେ ମାଂସ ପ୍ଲେଟର ସତ୍କାର କରୁ କରୁ ଶତ୍ରୁଜିତଙ୍କର ଯେମିତି ମନେ ହେଲା ହୁଏତ ଏକ ଭୁଲ ସଂଧାନ ପାଇ ଏଠାରେ ଆସି ପହଞ୍ଚିଛନ୍ତି। ଆଉ ସେ ସରିତା ପ୍ରକୃତରେ ଏ ସରିତା ନୁହେଁ। କିନ୍ତୁ ପର ମୁହୂର୍ତ୍ତରେ ସେ ଖୁବ୍ ଗମ୍ଭୀର ହୋଇ ଉଠିଥିଲେ। ସରିତାର କଥାବାର୍ତ୍ତା ଆଉ ତା'ର ମୁଖର ଭଙ୍ଗୀ ତାଙ୍କୁ ସନ୍ଦେହରେ ପକାଉଥିଲା। ସେ କ'ଣ ପଚାରି ଆସୁ ଆସୁ ସରିତା ଖାଦ୍ୟ ଶେଷ କରି ପୁଣି ଟ୍ୟାପ୍ପାଖକୁ ଚାଲିଗଲା। ଶତ୍ରୁଜିତ୍ ମଧ୍ୟ ଅବଶିଷ୍ଟ ଖାଦ୍ୟ ତ୍ୟାଗ କରି ଉଠିଗଲେ। ପୁଣି ଉଭୟେ ଫେରି ଆସିବାବେଳକୁ ଟେବୁଲ ସଫା ହୋଇସାରିଥିଲା। ନିଜର ମଣିବନ୍ଧ ଉପରେ ଥିବା କ୍ଷୁଦ୍ର ଓ୍ୟାଚ୍ଉପରୁ ଦୃଷ୍ଟି ଫେରାଇ ସରିତା ଚଞ୍ଚଳ ହୋଇଉଠିଲା। ତା'ର ଦୃଷ୍ଟି ଇତସ୍ତତଃ ଭାବରେ ହଲ୍ ଆଉ ପ୍ରବେଶପଥ ଉପରୁ ଫେରିଆସିଲା। ବସନ୍ତୁ, ସରିତା ଦେବୀ! ନା, ମିଷ୍ଟର ଶତ୍ରୁଜିତ୍! ଆଉ ଘଣ୍ଟାଏ ଭିତରେ ମୋର ଅନ୍ୟ ଏକ ପ୍ରୋଗ୍ରାମ ଆଟେଣ୍ତ କରିବାର ରହିଛି। ଆପଣଙ୍କ ସହିତ ଅନେକ କଥା ଅଛି, ସରିତା ଦେବୀ! ଆପଣ ଅବଶ୍ୟ ମନରେ କିଛି ଭାବିପାରନ୍ତି, ସେଥିରେ ମୋର କିନ୍ତୁ ଦୁଃଖ ନାହିଁ। ମିଷ୍ଟର ଶତ୍ରୁଜିତ୍! ଏ ଦିଗରେ ପାଦ ବଢ଼େଇଲାବେଳେ ଥରେ ଆପଣଙ୍କର ବାପାଙ୍କ କଥା ଚିନ୍ତା କରିଥିଲେ? ଥରେ ଆପଣ ଭାବିଥିଲେ ଆପଣଙ୍କର ଆଇ. ଏ. ଏସ. ବାପାଙ୍କ ସମ୍ମାନ ଆଉ ପ୍ରତିପତ୍ତି ଉପରେ ଏଇ ଘଟଣା କେତେ ଆଘାତ ଦେବ? ଶତ୍ରୁଜିତଙ୍କର ଏଇ କଥା ଉପରେ ହଠାତ୍ ସରିତାର ମୁଖମଣ୍ତଳ ଶୁଭ୍ର ହୋଇଆସିଲା। କମ୍ପିତ କଣ୍ଠରେ ସେ କହିଲା—ଏସବୁ ଆପଣ କ'ଣ କହୁଛନ୍ତି ମିଷ୍ଟର ଶତ୍ରୁଜିତ୍? ମୋର ବାପାଙ୍କର ଆଇ. ଏ. ଏସ. ସହିତ ସଂପର୍କ କ'ଣ? ବେଶ୍, ମୁଁ ଆସୁଛି। ସରିତା ଚାଲିଯିବାକୁ ବସିବାରୁ ଶତ୍ରୁଜିତଙ୍କର ଯେମିତି ମନେ ହେଲା ଏଇ ହେଉଛି ସରିତା, ଆଉ କୌଣସି ଏକ ଦୁଷ୍ଟ ବଳୟ ଭିତରେ ବନ୍ଦୀ ହୋଇ ନିରୂପାୟ ହୋଇପଡ଼ିଛି। ଏଇ ମୁହୂର୍ତ୍ତର ସଦ୍ବ୍ୟବହାର ନ କଲେ ଆଉ ହୁଏତ ତା'ର ସନ୍ଧାନ ପାଇବା ସମ୍ଭବ ହେବ ନାହିଁ। ତେଣୁ ସେ କ୍ଷିପ୍ର ବେଗରେ ସରିତାକୁ ଧରୁ ଧରୁ ତାଙ୍କର ବାମ ହାତ ତା'ର କଟି ବେଷ୍ଟନ କରିଗଲା। ସରିତା ଛଡ଼ାଇବାକୁ ଚେଷ୍ଟା କରି ବ୍ୟର୍ଥ ହେବାରୁ ଚିତ୍କାର କରି କହିଲା—ଆପଣ ମୋତେ ଛାଡ଼ିଦିଅନ୍ତୁ, ମିଷ୍ଟର ଶତ୍ରୁଜିତ୍! ସତ କହୁଚି, ମୋର ବାପା କେହି ଆଇ. ଏ. ଏସ. ଅଫିସର ନାହାନ୍ତି-। ସରିତା! ତମେ ଯଦି ଏହିଭଳି ଆତ୍ମାପ୍ରତାରଣା ଭିତରେ ନିଜକୁ ବୁଡ଼େଇ ରଖିବାକୁ ଚେଷ୍ଟା କରୁଥାଅ, ତା' ହେଲେ ଏଭଳି ବିପଦ ଭିତରକୁ ତମେ ଚାଲିଯିବ ଯେ କେହି ଆଉ ତମକୁ ଉଦ୍ଧାର କରିପାରିବେ ନାହିଁ। ସରିତା କିଛି କହିବା ପୂର୍ବରୁ ହଠାତ୍ ତାଙ୍କ ବାମ ହାତ ଉପରେ କାହାର ଆଘାତ ପାଇ ଶତ୍ରୁଜିତ୍ ଚମକିଉଠିଲେ। ଦୀର୍ଘ ଏକ ବଳିଷ୍ଠ ଯୁବକ କ୍ରୁଦ୍ଧ ଭାବରେ ତାଙ୍କୁ ଅନାଇ କହୁଥିଲା—ଆପଣଙ୍କୁ ଭଦ୍ରାମି ଜଣାନାହିଁ! ମିସ୍ ସରିତା, ମୁଁ ବାରମ୍ୱାର ତମକୁ କହିଛି, ଏଭଳି ଭୟଙ୍କର ଲୋକମାନଙ୍କ ସହିତ ମିଳାମିଶା କରିବା ତମର ଉଚିତ ନୁହେଁ।